ହେବନି? ଆଚ୍ଛା, ମୁଁ ଯାଉଛି। ହଁ ଲୋ ମାଆ, ଠିକ୍ କଥାଟି ମନେ ପକାଇଛୁ। ମୁଁ ତ ଏଇକ୍ଷଣି ଯାଇ ସବୁ କହିପକାଇଥାନ୍ତି। ସତେ ତ, ସେ କଥା ଶୁଣିଲେ ସେ କ'ଣ ଆଉ ସେଠାକୁ ଯାଇଥାନ୍ତା ତନୁ ଡାଇନିଂ ହଲରେ ପଶିଲା। ଦେଖିଲା, ବାପା ଚୁପଚାପ ବସି ଖବରକାଗଜ ପଢ଼ୁଛନ୍ତି। କହିଲା, "ବାପା, ତୁମର ସେ ଗେଲବସର ନନ୍ଦନଙ୍କୁ ଡାକି ଡାକି ହଇରାଣ ହୋଇଗଲି। ତଥାପି ଉଠିଲେନି। ବୋଉ ଯାଇଛନ୍ତି ଡାକିବାକୁ, ସେ ଖାଉ ଖାଉ ବହୁତ ଡେରି ହୋଇଯିବ। ଆମର ଆସ, ଖାଇବା, ମୁଁ କଲେଜ ଯିବି। ଆଉ ଡେରି କଲେ ମୋଟେ ମୋର ଚଳିବନି। ଦିବ୍ୟେନ୍ଦୁ କାଗଜଟାକୁ ଭାଙ୍ଗି ରଖୁ ରଖୁ କହିଲେ, "ତୁ ଖାଇନେ, ମାଆ। ଭାଇନା ଆସୁ, ମୁଁ ଖାଇବି। ତନୁ ଗାଲ ଫୁଲାଇ କହିଲା, "ହଁ ମ, ମୁଁ କ'ଣ ସେ କଥା ଜାଣିନି? ସେ ନ ଖାଇଲେ ତୁମେ ଖାଇବନି! ଯେତେହେଲେ ସେ ହେଲେ ପୁଅ। ମୁଁ ଝିଅଟା, ମୋ ପାଇଁ କ'ଣ ତୁମର ସ୍ନେହ-ମମତା ଅଛି? ତୁମେ ଭାଇନାଙ୍କୁ ଯେତେ ଭଲପାଅ, ମୋତେ ଯେବେ ତହିଁରୁ କାଣିଚାଏ ଭଲପାଉଥାନ୍ତ! ଅଭିମାନରେ ତନୁର ଗଳାଟା ଭାରି ହୋଇଆସିଲା। ଗାଉଁ ଗାଉଁ କରି ଅଳ୍ପଟିକେ ଖାଇ, ହାତ ଧୋଇ ପଳାଇଗଲା। ଦିବ୍ୟେନ୍ଦୁଙ୍କୁ ପଦେ କଥା କହିବାର ସୁଯୋଗ ସେ ଦେଲାନି। ହସିଲେ ଦିବ୍ୟେନ୍ଦୁ। ମନେ ମନେ କହିଲେ, ବାୟାଣୀଟା। ଅପରାଧୀ ଭଙ୍ଗୀରେ ଘରେ ପଶିଲେ ମନୋରଞ୍ଜନ। କହିଲେ, "ମୋର ଟିକିଏ ଡେରି ହୋଇଗଲା, ବାପା। ତନୁ କ'ଣ ବାହାରିଗଲାଣି? ବାପା, ତୁମେ ତା' ସାଙ୍ଗରେ ଖାଇଲନି? ସେ ବିଚାରୀ ଆଜି ଏକୁଟିଆ ଖାଇଲା। ବହୁତ ରାଗିଥିବ ମୋ ଉପରେ। ସେ ଫେରିଲେ ଠିକ୍ ଦୁଇ ଘଣ୍ଟା ଧରି ମୋତେ ଆଉ କଥା କହିବନି। ବାହାରୁ ମୁଁ ଆସିଲା ବେଳେ ତା' ପାଇଁ ଭଲ ଦେଖି ବ୍ଲାଉଜ୍-ପିସ୍ ଗଣ୍ଡେ ଆଣିଥିବି। ତାହାହେଲେ ଦୁଇ ଘଣ୍ଟାଟା ଦେଢ଼ ଘଣ୍ଟା ହୋଇପାରେ। ଅପରାଜିତା ହସି ହସି କହିଲେ, ତୁ ତାକୁ ରଗାଉ କାହିଁକି, ପୁଣି ଜୋରିମାନା ଗଣୁ କାହିଁକି? ଦିବ୍ୟେନ୍ଦୁ କହିଲେ, "ଖାଲି କ'ଣ ଆଜି ସେ ତୋରି ଉପରେ ରାଗିଛି? ମୋ ଉପରେ ମଧ୍ୟ ରାଗିଛି। ମୋତେ ସେ ସାଙ୍ଗରେ ଖାଇବାକୁ ଡାକୁଥିଲା। ମୁଁ ତ ଟିକିଏ ଡେରି କରି ଖାଏ, ତା'ପରେ କଥା କହୁ କହୁ ନ ଖାଇଲେ ମୋତେ ଶାନ୍ତି ଲାଗେନି। ସେ ତ ତା'ର ତରତର ହେଉଛି କଲେଜ ଯିବ ବୋଲି। ତେଣୁ ମୁଁ କହିଲି, 'ତୁ ଖାଇନେଇ ଚାଲିଯା, ମୁଁ ପରେ ଖାଇବି।' ମୋ ପାଟିରୁ ଏ କଥା ଶୁଣି ଗୁଣୁ ଗୁଣୁ ହେବାକୁ ଆରମ୍ଭ କରିଦେଲା 'ଭାଇନାଙ୍କୁ ତୁମେ ଭଲପାଅ, ମୋତେ ଭଲପାଅନି, ମୋତେ ଦେଖିପାରନି, ମୁଁ ତ ଝିଅଟେ।' ଦେଖିଲୁ ଭଲ, କେଡ଼େ ବାୟାଣୀ ସେ! ସେ ନ ଥିଲେ ଏ ଘର କ'ଣ ଘର ପରି ଲାଗନ୍ତା! ଯେଉଁ ଘରେ ଝିଅ ନାହିଁ, ସେ କି ଘର! ତାକୁ କ'ଣ ଏ ଘର କଥା ମୁଁ ବୁଝାଇପାରିଲି? ସେ କ'ଣ ମୋତେ କିଛି କହିବାର ସୁଯୋଗ ଦେଲା? ଗାଉଁ ଗାଉଁ ହୋଇ ଚାଲିଗଲା। ସେ ଆସିଲେ ମୋତେ ବି କଥା କହିବନି। ଅପରାଜିତା କହିଲେ, "କଥା କହିବନି ବୋଲି ଏତେ ବ୍ୟସ୍ତ ହେଉଛ କାହିଁକି? ଭାଇ ତ ଚଣ୍ଡୀ ତୁଷ୍ଟି ଲାଗି ବ୍ଲାଉଜ୍-ପିସ୍ ଆଣୁଛି, ତୁମେ ଦୁଇପଦ ଛାନ୍ଦ ଲେଖି ରଖିଦିଅ।" ଏତକ କହି ମୁହଁ ବଙ୍କେଇ ଚାଲିଗଲେ ସିଏ। ଅପରାଜିତାଙ୍କ କଥା ଶୁଣି ହସିଉଠିଲେ ଦିବ୍ୟେନ୍ଦୁ। କ'ଣ ପଦିଏ କହିବାକୁ ଯାଉଥିଲେ, ହଠାତ୍ ବାଜିଉଠିଲା ଫୋନ୍‌ଟା। ଉଠିଯାଇ ମନୋରଞ୍ଜନ ଫୋନ୍ ଧରିଲେ। ହ୍ୟାଲୋ, ହ୍ୟାଲୋ। ଅପରପଟୁ ଭାସିଆସିଲା ସୁମଧୁର କଣ୍ଠ, "କିଏ ତୁ? ତନୁଟି?ମଜା କରିବାକୁ ଯାଇ ମନୋରଞ୍ଜନ କହିଲେ, ହୁଁ।ଆଖି ଉହାଡ଼ରେ ଥାଇ ତନୁର ସାଙ୍ଗମାନଙ୍କ ସହିତ ପ୍ରାୟ ସେ ଏହିପରି ତାମସା କରିଥାନ୍ତି। ସାମନାସାମନି ହେଲେ ପଳାନ୍ତି ବାଟ ଭାଙ୍ଗି। ଆଜି ବି ତନୁର ପ୍ରିୟ ବାନ୍ଧବୀ ପ୍ରୀତିର କଣ୍ଠସ୍ୱର ଚିହ୍ନିବାରେ ତାଙ୍କର ହେଳା ହେଲାନି। ତେଣୁ ସେ କହିଲେ, ହୁଁ। ସେପଟୁ କଳକଳ କଣ୍ଠରେ କହିଉଠିଲା ପ୍ରୀତି "ତୁ କାହିଁକି କାଲି କଲେଜ ଆସିଲୁନି? ଆମର ଗୋଟେ ପିକ୍‌ନିକ୍ ହେବ, ସେଇ କଥା କାଲି ପଡ଼ିଥିଲା। ତୁ ନ ଆସିବାରୁ ଅଶ୍ରୁ ଚିଡ଼ୁଥିଲା। କହିଲା, 'ସବୁଦିନ ଆସେ, ଅଥଚ ଆଜି ତାକୁ ଆମର ପ୍ରୟୋଜନ ବୋଲି ସେ ଆସିଲାନି।' କାଲି ରାତିରେ ସେଇଆ କହିବାକୁ ଆମ୍ଭେମାନେ ଯାଇଥିଲୁ ତୁମ ଘରକୁ।